''ଗୋଟାଏ ରିକ୍ସା ଡକେଇ ପଠେଇଲେ ନୀହାର। ସାଗରୀକାକୁ ସେଥିରେ ବସାଇଦେଇ ନିଜେ ବର୍ଷାରେ ତିନ୍ତି ତିନ୍ତି ଘରକୁ ଆସିଲେ। ସେଇ ସେମାନଙ୍କର ପ୍ରଥମ ଦେଖା, ପରିଚୟ, କଥାବାର୍ତ୍ତା। ଆଉ ତାରି ଭିତରେ ଯଦି କିଛି ଅଜ୍ଞାତରେ ଘଟି ଯାଇଥାଏ, ତା'ହେଲେ ସେତେବେଳେ ସେ କଥା ଦୁହେଁ ଜାଣିପାରିନଥିଲେ। କିଛି ଜାଣିପାରୁନି ସାଗରୀକା। କାହିଁକି ତା' ଆଖିରେ ଆଜି ଲୁହ ଦେଖା ଦେଲା? କାହିଁକି ସେ କାନ୍ଦୁଛି? ସ୍ୱପ୍ନରେ ନୀହାର ଆସିଥିଲା କ'ଣ ତାକୁ କନ୍ଦାଇବାକୁ। ସାରା ଜୀବନ କ'ଣ ନୀହାର ତାକୁ କନ୍ଦାଇବ? ଟିକିଏ ସୁଖରେ, ଶାନ୍ତିରେ ତାକୁ ରଖାଇ ଦେବନି। ସେ କ'ଣ ଅପରାଧ କରିଛି ନୀହାରର; କ'ଣ ତା'ର ଦୋଷ। କ'ଣ ତା'ର ଭୁଲ୍? ତେବେ କାହିଁକି ସ୍ୱପ୍ନରେ ତାକୁ ନୀହାର ଦେଖାଦେଲା? କାହିଁକି ମନେପକାଇ ଦେଇଗଲା ସେଇ ଅତୀତର ଘଟଣା ସବୁ। ଆଉ କ'ଣ ଜୀବନର ସେଇ ଦିନ ଫେରିଆସିବ? ନୀହାର ଓ ସାଗର ଆଉ କ'ଣ ପରସ୍ପରକୁ ପୁଣି ପୂର୍ବପରି ଭଲପାଇ ପାରିବେ? ନିଜ ଭାବନାରେ ନିଜେ ଶିହରି ଉଠିଲା ସାଗରୀକା। ତା'ର ଓ ନୀହାରର ଭଲପାଇବା କ'ଣ ସବୁଦିନ ପାଇଁ ଶେଷ ହୋଇଯାଇଛି। ସେମାନେ କ'ଣ ଆଉ ପରସ୍ପରକୁ ଭଲପାଆନ୍ତିନି। ତା'ହେଲେ ଏ ବେଦନା ଓ ଅସହ୍ୟ ଯନ୍ତ୍ରଣା ପୁଣି କାହିଁକି? କାହିଁକି ତା'ହେଲେ ଉନ୍ମାଦିନୀ ଭଳି ନୀହାରକୁ ଭୁଲିଯିବାର ବ୍ୟର୍ଥ ପ୍ରୟାସ କରି ଆସିଛି ସେ? କିନ୍ତୁ କ'ଣ ପାରିଲା? ଯେତେ ପୁରୁଷଙ୍କର ବାହୁବନ୍ଧନ ଭିତରେ ଆତ୍ମସମର୍ପଣ କଲେ ବି ସେ ନୀହାରକୁ ନିଜ ମନ ଭିତରୁ ଆଜିଯାଏ ତଡ଼ିଦେଇ ପାରିଲାନି। ହାରିଗଲା, ସେ ବିଲକୁଲ୍ ପରାସ୍ତ ହୋଇଯାଇଛି। ତାରି ଅନ୍ତରର ନିଭୃତ ସିଂହାସନରେ ନୀହାରର ନିତ୍ୟ-ବିଳାସ। ଯେଉଁମାନେ ତା'ର ସୌନ୍ଦର୍ଯ୍ୟ ବା ଦେହର ଆକର୍ଷଣରେ ତା' ନିକଟକୁ ଟାଣିହୋଇ ଆସିଛନ୍ତି; ଓ ନିଜର ଜୀବନ ପ୍ରତି ପ୍ରଚୁର ଅଭିମାନ ଲାଗି ସେ ସେମାନଙ୍କ ନିକଟରେ ଆତ୍ମସମର୍ପଣ କରିଛି ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ତା'ର ଅନ୍ତର ସ୍ପର୍ଶ କରିବାକୁ ସକ୍ଷମ ହୋଇନି। ସେଠି କେବଳ ନୀହାର-ନୀହାର-ନୀହାର-। ନୀହାରର ଅଖଣ୍ଡ, ଅପ୍ରତିହତ ରାଜତ୍ୱ ସେଠି। ସେଇ ତା'ର ଜୀବନର ପ୍ରଥମ ପ୍ରେମିକ-ଯୌବନ-ମନ୍ଦିରର ଆଦ୍ୟ ଅତିଥି! ଆଜି ତା'ର ଠିକ୍ ମନେଅଛି; ଯେଉଁଦିନ ପ୍ରଥମ କରି ସେ ନୀହାର ଘରକୁ ଯାଇଥିଲା। ସେଦିନ ଥିଲା ଜନ୍ମାଷ୍ଟମୀ। କଲେଜ ଛୁଟି। ସେଇ ବର୍ଷଣ-ମୁଖର ସାହିତ୍ୟ-ସନ୍ଧ୍ୟା ପରେ ଦୁହିଁଙ୍କର ବହୁବାର ଦେଖା ହୋଇଛି ଅବଶ୍ୟ, କିନ୍ତୁ ସାଗର ଓ ନୀହାର ପୁଣି ଘନିଷ୍ଠ ଭାବରେ ପରସ୍ପରକୁ ଜାଣିବାର ସୁଯୋଗ ପାଇଲେ ସେହି ଦିନ। ପ୍ରାୟ ଦିନ ବାରଟା ବେଳକୁ 'ସାଗରୀକା' ଦୁଆର ମୁହଁରେ ଡାକିଲା ବେଳକୁ ଖଟ ଉପରେ ଶୋଇ ରହି ନୀହାର ଗୋଟାଏ କ'ଣ ନୂଆ ବାହାରିଥିବା ଉପନ୍ୟାସ ପଢ଼ୁଥିଲା। 'ସାଗରୀକା'ର ଡାକ ଶୁଣି ସେ ତରତରରେ ଉଠିପଡ଼ି ଦୁଆର ଖୋଲିଲା। ଡ୍ରଇଁରୁମ୍ ଭିତର ଦେଇ ଦୁହେଁ ନୀହାରର ବେଡ଼୍ରୁମ୍କୁ ଆସିଲେ। ଖୁବ୍ ସୁନ୍ଦର ବେଡ଼୍ରୁମ୍ ନୀହାରର। ଦୁଆର ଆଉ ଝରକାରେ ଏକା ରଙ୍ଗର ପରଦା ଝୁଲୁଛି। ନୀହାର ବ୍ଲୁ ରଙ୍ଗକୁ ଭାରି ଭଲପାଏ। ସବୁ ପରଦାର ରଙ୍ଗ ବ୍ଲୁ। ଘର ଭିତରେ ତା'ର ବେଡ଼୍। ମୁଣ୍ଡ ଉପରକୁ ପଢ଼ା-ଟେବୁଲ୍ ଓ ଚେୟାର। ଟେବୁଲ୍ ଉପରେ ନୀଳ ରଙ୍ଗର ଟେବୁଲ୍ କ୍ଲଥ। ଫୁଲଦାନି। ଟେବୁଲ୍ ଲ୍ୟାମ୍ପ। କରରେ ଇଲେକ୍ଟ୍ରିକ୍ ଟେବୁଲ୍-ଫ୍ୟାନ୍। ଚୌକି ଉପରେ ଡନ୍ଲପ୍ର କୁଶନ୍। ଆଉ ଗୋଟିଏ ଚୌକି ଡ୍ରଇଁରୁମ୍ରୁ ଆଣି ଟେବୁଲ୍ କରରେ ପକାଇ ଦେଲା ସେ। ବସିଲା ସାଗରୀକା-ଠିକ୍ ଟେବୁଲ୍ ସାମ୍ନାରେ ସୁନ୍ଦର ଆଲମାରିରେ ନାନା ବହି ଭରା।। ସବୁ ପ୍ରାୟ ସାହିତ୍ୟ-ବିଭାଗର। ଭିନ୍ନ ଭିନ୍ନ ବଡ଼ ବଡ଼ ଲେଖକମାନଙ୍କର ଗଳ୍ପ, ଉପନ୍ୟାସ, କବିତା ନାଟକରେ ଆଳମାରି ପୂରି ଯାଇଛି। ସେଇଠି ଦୁହେଁ ବସିଲେ। ପ୍ରଥମେ ସାଗରୀକା କି ଏକ ଅଜଣା ଆବେଗରେ ନୀହାର ମୁହଁକୁ ଜମା ଚାହିଁପାରିଲାନି। ପ୍ରଥମେ ନୀହାର ଆରମ୍ଭ କଲା-''କ'ଣ; କିମିତି ପଢ଼ାପଢ଼ି କରୁଛ। '' ଲାଜରେ ଆହୁରି କାହିଁକି ସଢ଼ିଗଲା ସାଗରୀକା। ହାତରେ ଧରିଥିବା ନୋଟ୍ବହିରେ ମୁହଁ ଲୁଚାଇଲା ସେ। ନୀହାର ପୁଣି ଥରେ ସେଇ ପ୍ରଶ୍ନ ପଚାରିଲା। ସେ ବହି ଆଢ଼ୁଆଳରେ ମୁହଁ ଲୁଚାଇ ରଖି ଉତ୍ତର ଦେଲା-''ସେମିତି; ଏକରକମ। '' ''ଆରେ ସେମିତି ମୁହଁଟାକୁ ଲୁଚାଇଛ କାହିଁକି? ଏତେ ଲାଜ ଗୋଟାଏ କ'ଣ? '' ଏତିକି କହି ନୀହାର ତା' ହାତରୁ ବହି ଛଡ଼ାଇବାକୁ ଆରମ୍ଭ କଲା। ସାଗରୀକା ଏପଟ ସେପଟକୁ ମୁହଁ ବୁଲାଇ ତାକୁ ବାଧା ଦେବାକୁ ଚେଷ୍ଟା କଲା।